ବରଷ ପରେ ବରଷ ଆସିବ ଏବଂ ସମ୍ମତ ମଣିଷଙ୍କ ଲାଗି ଅପେକ୍ଷା କରୁଥିବ। ମିଛ ନେତାମାନେ ବାଟ ହୁଡ଼ାଇବାରେ ଲାଗିଥିବେ। ମିଛ ସାହିତ୍ୟ ଆମକୁ ଯାହା ଯେଉଁପରି ରହିଛି ତାହାରି ଭିତରେ ଶୀତଳ ହୋଇ ରହିବାର କୁପରାମର୍ଶ ଦେଉଥିବ। ଅଧ୍ୟାତ୍ମ ମୁହଁ ଲୁଚାଇ ରହିଥିବ ଏବଂ ମନ୍ଦିରମାନଙ୍କ ଭିତରେ ଅଶୁଭକାମୀ ମାନଙ୍କର ଜବର କୋଳହାଳ ଲାଗି ରହିବ। ଅଶୁଭଚାରୀମାନେ ନିଜର ଋଦ୍ଧି ଏବଂ ବୃଦ୍ଧି ନିମନ୍ତେ ଠାକୁରମାନଙ୍କ ପାଖରେ ପ୍ରାର୍ଥନା କରୁଥିବେ। କେବଳ ଶୁଭ ବାସନା ଦ୍ୱାରା ହିଁ ଏହି ସୁଆଙ୍ଗର ଅବସାନ ଘଟିବ ଏବଂ ଚକମାନେ ବଦଳିବେ। ଶୁଭର ପ୍ରତିନିଧିତ୍ୱ କରୁଥିବା ମଣିଷମାନେ ଅଶୁଭର ସାମ୍ନା କରିବେ। ମେଣ୍ଟ ରହିଲା!!! ମେଣ୍ଟଟାଏ ହେବ ବୋଲି ଦିଲ୍ଲୀ ଧାମରେ ନିଷ୍ପତ୍ତି ହେଲା। ମେଣ୍ଟଟାଏ ନ ଗଢ଼ିଲେ ସେମାନେ ଆମର ଏ ରାଜନୀତିକ ଦୌଡ଼ ଭିତରେ ଯେ ପଶିପାରିବେ ନାହିଁ, ସେକଥା ସେମାନେ ନିଜେ ମଧ୍ୟ ବହୁଦିନରୁ ଜାଣିଥିଲେ। ତେଣୁ ମେଣ୍ଟ ଖୋଜୁଥିଲେ। ସାଙ୍ଗ ଖୋକୁ ନଥିଲେ, ମେଣ୍ଟ ହିଁ ଖୋଜୁଥିଲେ। ଆପଣାସାର୍ତ୍ତିକିଆମାନଙ୍କର ସାଙ୍ଗ ବୋଲି କେହି ନଥାନ୍ତି। ଏପରିକି, ତଥାକଥିତ ନିଜ ଦଳଟାରେ ମଧ୍ୟ ସେମାନେ ସତକୁ ତ କାହାକୁ ହେଲେ ସାଙ୍ଗ କରି ବାଟ ଚାଲୁନଥାନ୍ତି। ରାଜନୀତିଟା ଯେ କ୍ରମେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଗଲା, ଏହିପରି ଏକ ଅଶୁଭ ସ୍ଥିତିର ପୂରା ଫାଇଦା ଉଠାଇବା ନିମନ୍ତେ ହିଁ ସେମାନେ ଗୋଟାଏ ଦଳ ଭିତରେ ଏକାଠି ଗୁନ୍ଥା ହୋଇ ରହିଥାଆନ୍ତି। ଅନ୍ୟ ଦଳମାନଙ୍କ ସହିତ ଲଢୁଥାଆନ୍ତି। କାହିଁକି ଯେ ଲଢୁଥାଆନ୍ତି ସେକଥା ମାଲୁମ ନଥାଇ ମଧ୍ୟ ଲଢୁଥାଆନ୍ତି। ଲଢୁ ଲଢ଼ୁ ହାଲିଆ ହୁଅନ୍ତି। ତେଣୁ ପୁଣି ଝିଅକୁ ମାରି ଶତ୍ରୁକୁ ଘରକୁ ଡାକି ତା'ସହିତ ମେଣ୍ଟ ବାନ୍ଧିବାର ପ୍ରସ୍ତାବ ଦିଅନ୍ତି। କଥାବାର୍ତ୍ତା ହୁଏ, ଦିଲ୍ଲୀ ସ୍ତରରେ ମଧ୍ୟ ଧଡ଼ପଡ଼ ଲାଗିଯାଏ। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ମେଣ୍ଟ ଦ୍ୱାରା ହିଁ ପୃଥିବୀର ପରିତ୍ରାଣ ହୋଇଯିବ ବୋଲି ପ୍ରାୟ ଏକ ନିର୍ଲଜ୍ଜ ଆଣ୍ଟରେ ଫତୁଆ ଦିଆଯାଏ। ବିଚାରା ଭୋଟଦାତା ନାଗରିକମାନେ ଭାରି ଅଡ଼ୁଆରେ ପଡ଼ିଯାଆନ୍ତି। ସେମାନେ ହୁଏତ ଗୋଟାକୁ ଚାହୁଥାଆନ୍ତି, ଆରଟାକୁ ମୋଟେ ଚାହୁନଥାନ୍ତି। ପ୍ରକୃତରେ ଧର୍ମସଂକଟଟାଏ ଆସି ପହଂଚିଯାଏ। ଦଳ ଜିତୁ ଜିତୁ ମେଣ୍ଟଟା ହିଁ ଜିତେ। ଧୂର୍ତ୍ତତାର ବିଜୟ ହୁଏ ଏବଂ ଧୂର୍ତ୍ତମାନେ ହିଁ ସତ୍ୟର ବିଜୟ ହେଲା ବୋଲି ମହା ଖୁସିରେ ଏକତ୍ର ସବାଆଗ ଶ୍ରୀଜଗନ୍ନାଥଙ୍କର ଦର୍ଶନ ଲାଗି କ୍ଷେତ୍ରଯାଏ ଚହଟି ଯାଆନ୍ତି। ଜଗନ୍ନାଥେ ହୁଏତ ସବୁ ଜାଣନ୍ତି, ସବୁ ବୁଝନ୍ତି; ମାତ୍ର ମୋଟେ କିଛି କରିପାରନ୍ତି ନାହିଁ। ଯୁଗଟା ପାଖରେ ବାଧ୍ୟ ହୋଇ ଦି' ଗାଲରେ ଚଟକଣା ମାରିହୋଇ ରହନ୍ତି। ସ୍ୱାଧୀନ ଭାରତବର୍ଷକୁ ଯେତିକି ବର୍ଷ ହେଲା, ନୂଆ ଦେଶ ଇସ୍ରାଏଲକୁ ମଧ୍ୟ ଠିକ୍ ସେତିକି ବର୍ଷ ହେଲା। ସେହି ଆରମ୍ଭ କାଳରୁ ହିଁ ଇସ୍ରାଏଲରେ ସ୍ଥାପିତ ହୋଇଥିବା ଗଣତନ୍ତ୍ର ଶାସନରେ କେବେହେଲେ ଗୋଟିଏ ରାଜନୀତିକ ଦଳ ସରକାର ଗଠନ କରିନାହିଁ। ମେଣ୍ଟମାନେ ହିଁ ସରକାର ଗଢ଼ିଛନ୍ତି ଏବଂ ଶାସନ କରିଛନ୍ତି। ସାନ ଏବଂ ସମସ୍ୟାଗ୍ରସ୍ତ ଦେଶ ଇସ୍ରାଏଲରେ ଏକାବେଳେକେ ଏତେଗୁଡ଼ାଏ ରାଜନୀତିକ ଦଳ ରହିବା। ଆଦୌ ସ୍ୱାସ୍ଥ୍ୟକର ନୁହେଁ ବୋଲି ସେହି ଦେଶରେ ପ୍ରାୟ ସର୍ବଦା ଏକ ବଳିଷ୍ଟ ମତ ରହିଛି। ତଥାପି ଦଳମାନେ ରହିଛନ୍ତି ଏବଂ ଗୋଟିକ ପରେ ଗୋଟିଏ ନିର୍ବାଚନରେ କୌଣସି ଗୋଟିଏ ଦଳ ସଂଖ୍ୟାଧିକତା ହାସଲ ନ କରିବାରୁ ଇସ୍ରାଏଲରେ ବିଭିନ୍ନ ଦଳ ମେଣ୍ଟ ଗଠନ କରି ଦେଶର ପରିଚାଳନା କରୁଛନ୍ତି। ଗତ ପଚାଶ ବର୍ଷର